ବର୍ଷ ତଳକୁ ଓ ସତୁରୀ ବର୍ଷ ଉପରକୁ ଲୋକମାନେ ସଭାପତି ପଦ ପାଇଁ ଯୋଗ୍ୟ ନୁହନ୍ତି। ତେଣୁ ସେମାନଙ୍କୁ ବାଦ ଦେଇ ବାକି ଏଗାର କୋଟି ଲୋକ ଆମ ଦେଶର ସଭାପତି ପଦପାଇଁ ବେଶ ଯୋଗ୍ୟ। ସେମାନଙ୍କ ଭିତରୁ ଜଣେ ଯୋଗ୍ୟତମ ଲୋକକୁ ବାଛିବ କମ୍ପ୍ୟୁଟର ଯନ୍ତ୍ର। ସିନେଟର ମହାଶୟଙ୍କ ମତ, ସେ ହେବ ସବୁଠାରୁ ଯୋଗ୍ୟତମ ସଭାପତି। ଏମିତିକି ଆମର ପ୍ରିୟ ଲିଙ୍କନ, ରୁଜଭେଲଟ୍, କେନେଡ଼ି ଆଦିଙ୍କୁ ସେ ବହୁ ଗୁଣରେ ବଳିଯିବ। କଥାଟା ସିନା କହିଦେଉଛି; କିନ୍ତୁ ଏହା ପ୍ରକୃତରେ କେମିତି କାର୍ଯ୍ୟକାରୀ ହେବ, ସେ ବିଷୟରେ ଧାରଣା ଥିବା ତ ଦରକାର। ଯନ୍ତ୍ର ତ ପ୍ରକୃତରେ ଗୋଳା ପକାଇ ସଭାପତି ବାଛିବନି। ଏହା ଲୋକର ଗୁଣ, ଯୋଗ୍ୟତା ଓ ଦକ୍ଷତା ଦେଖି ବାଛିବ। 'ହଁ, ତା ତ ନିଶ୍ଚୟ। ସେଥିପାଇଁ ସିନେଟର ଯେଉଁ ଯୋଜନା ବାଢ଼ିଛନ୍ତି ତାହା କିଛି ମନ୍ଦ ବା ଅବାସ୍ତବ ନୁହେଁ ମେରିଆ। '' ଯୋଜନାଟା ଶୁଣିବା ପାଇଁ ମେରିଆ ମୋ ମୁହଁକୁ ଆନାଇ ରହିଲା। ମୁଁ କହିଲି, ''ଆରେ ମୋତେ ଏମିତି କଥାବାର୍ତ୍ତା ହେଲେ ଆମଲେଟ, ଟୋଷ୍ଟ, କଫି ସବୁ ଥଣ୍ଡା ହୋଇଯିବ ଯେ। ଚାଲ ଆଗ ଖାଇ ବସିବା, ଖାଉ ଖାଉ ଆଲୋଚନା କରିବା। '' ମେରିଆ ମୋଠାକୁ ଆମଲେଟ ପ୍ଲେଟ, ଟୋଷ୍ଟ ବଢ଼ାଇଦେଇ ନିଜେ ନେଇ ଖାଇବାକୁ ଆରମ୍ଭ କଲା। ଆମ ମଝିରେ ଥୁଆ ହୋଇ ରହିଲା କଫି, ଦୁଧ ଓ ଚିନି ଆଦି। ଆମଲେଟକୁ ଛୁରୀରେ କାଟୁ କାଟୁ କହିଲି, ''ଶୁଣ ମେରିଆ, ଯୋଜନାଟି ମୋ ମନକୁ ବେଶ ପାଇଛି। ସିନେଟରଙ୍କ ମତରେ ପ୍ରତି ଛ' ମାସରେ ଥରେ ଯେମିତି ଆମର ଷ୍ଟାନେଟରଙ୍କ ଡିପାର୍ଟମେଣ୍ଟ ଜରିଆରେ ଓ ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ନାନା ପ୍ରକାର ଲୋକମତ ସର୍ଭେ କରାଯାଉଛି, ଏଥିରେ ଠିକ୍ ସେହିପରି ନାନାପ୍ରକାର ମତ ସର୍ଭେ କରାଯିବ। ପ୍ରତି ଛ' ମାସରେ ଥରେ ଲେଖାଁଏ ଷ୍ଟାଟିଟିକସ ଡିପାର୍ଟମାଣ୍ଟ ଦ୍ୱାରା ପ୍ରତ୍ୟେକ ଘର ବୁଲି ଘରର ଅଧିବାସୀଙ୍କଠାରୁ ଯେମିତି ସେମାନଙ୍କର ନାନାଦି ତଥ୍ୟ ସଂଗ୍ରହ କରାଯାଏ, ଏଥିରେ ଠିକ୍ ସେମିତି ହେବ। ଆମ ଦେଶର ପ୍ରତ୍ୟେକ ଲୋକର ଶିକ୍ଷା, ଚରିନ୍ତ୍ର, ବ୍ୟବସାୟ, ଆୟ, ବ୍ୟୟ, କାର୍ଯ୍ୟଦକ୍ଷତା ଆଦି ପ୍ରେସିଡେଣ୍ଟ ନିର୍ବାଚନ ହେବା ପୂର୍ବ ବର୍ଷ କେତେଗୁଡ଼ିଏ ପ୍ରଶ୍ନସମ୍ବଳିତ ଏକ କୋଶ୍ଚେନାୟାର ନେଇ ଏମାନେ ଆମ ଦେଶର ପ୍ରତ୍ୟେକ ଗୃହସ୍ଥର ଘରକୁ ଯିବେ। କୋଡ଼ିଏ ବର୍ଷରୁ ଊର୍ଦ୍ଧ୍ୱ ଓ ଷାଠିଏ ବର୍ଷରୁ କମ୍ ବୟସର ବ୍ୟକ୍ତିମାନଙ୍କୁ ଏମାନେ ଏଇ ପ୍ରଶ୍ନ କାଗଜ ନେଇ, ଏଗୁଡ଼ିକର ଉତ୍ତର ସେମାନଙ୍କୁ ମନକୁ ଯା ଆସୁଛି ଲେଖି ଦେବାକୁ କହିବେ। ପ୍ରଶ୍ନଗୁଡ଼ିକ ଦେଶର ନାନାଦି ସମସ୍ୟା ସମାଧାନର ପନ୍ଥା,। ଦେଶର ବୈଦେଶିକ ନୀତି, ଦେଶ ଭିତର ଶାସନ, ଆୟବ୍ୟୟ କ୍ଷୟକ୍ଷତି ସମ୍ବନ୍ଧରେ ତିଆରି ହୋଇଥିବ ଓ ସେଗୁଡ଼ିକର ସମାଧାନ ପନ୍ଥାର ବିଭିନ୍ନ ନିର୍ଦ୍ଦେଶ ଥିବା ଏହି ପ୍ରଶ୍ନଗୁଡ଼ିକ ବିଶେଷଜ୍ଞମାନଙ୍କ ଦ୍ୱାରା ଏମିତି ଭାବରେ ତିଆରି ହୋଇଥିବ ଯେ, ଉତ୍ତରଦାତାମାନଙ୍କୁ ପ୍ରଶ୍ନର ଉତ୍ତର ହେବା ପାଇଁ ବେଶୀ ସମୟ ଲାଗିବନି ବା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କରିବାକୁ ପଡ଼ିବନି। ପ୍ରଶ୍ନଗୁଡ଼ିକ ଏଭଳି କୌଶଳ ସହକାରେ ତିଆରି ହୋଇଥିବ, ଉତ୍ତର ପ୍ରଣାଳୀରୁ ବ୍ୟକ୍ତି ବିଶେଷର ଚିନ୍ତାର ଉତ୍କର୍ଷତା ସହଜରେ ଜାଣି ହେଉଥିବ। ଦେଶର ନାନାଦି ସମସ୍ୟାର ସମାଧାନ ଦିଗରେ ଲୋକର କି ପାରଦର୍ଶିତା ଅଛି, ଉତ୍ତରରୁ ବୁଝା ପଡ଼ିବ। ଏଇ ପ୍ରଶ୍ନାବଳୀ ଗୁଡ଼ିକର ଉତ୍ତର ଆମର କୌଣସି ଏକ ଡିପାର୍ଟମେଣ୍ଟ ଜରିଆରେ ସଂଗୃହୀତ ହୋଇ ରାଜଧାନୀର ଗୋଟିଏ ଗୋପନୀୟ ସ୍ଥାନରେ ସାଇତା ହୋଇ ରହିବ। ଆମ ଦେଶର ଏଗାର କୋଟି ଲୋକଙ୍କଠାରୁ ଏ ସବୁ ସଂଗ୍ରହ କରିବା ପାଇଁ ବର୍ଷକରୁ ଅଧିକ ସମୟ ଲାଗିବନି। ଆଉ ଗୋଟିଏ ବିଶେଷଜ୍ଞ ଦଳଙ୍କ